ସହରଟା ନୂଆ ସଭ୍ୟତା ନାଆଁରେ ସମଗ୍ର ଭୂମିଟାର ପିଠି ଉପରେ ନାଉ ହୋଇ ବସିଲା ଏବଂ ଶିକ୍ଷା ନାମରେ ଆମରି ଭିତରର ଅଳପ ମଣିଷ ଆମର ସର୍ବେସର୍ବା ହୋଇ ଆମ ନାକରେ ଅଶିକ୍ଷାର ଦୁଷ୍ଟ ତୁଣ୍ଡିଗୁଡ଼ାକୁ ଆଣି ବାନ୍ଧିଦେଲେ। ଆମେ ଅଲକ୍ଷଣା ହେଲୁ, ଦିନୁଦିନ ଅଧିକ ଅସମର୍ଥ ହେଲୁ। କ୍ଷିପ୍ର ପଦକ୍ଷେପରେ ବଦଳି ଯାଉଥିବା ପୃଥିବୀଟି ସହିତ ତାଳ ରଖିପାରିଲୁ ନାହିଁ। ପୁରୁଣା ବେଡ଼ିଗୁଡ଼ାକ ନାନାବିଧ ନୂଆ ନାମରେ ଆମର ହାତଗୋଡ଼କୁ ବାନ୍ଧି ରଖିଲା। ଅଧିକ ମଣିଷ ଅସହାୟ ହୋଇରହିଲେ। ନୂଆ ସାମନ୍ତମାନେ ବାହାରିଲେ, ଯେଉଁମାନେ କି ଅପେକ୍ଷାକୃତ ଅଧିକ ଧୋବ ଦେଖାଗଲେ ଓ ନିଜକୁ ଆଧୁନିକ ବୋଲି ଘୋଷଣା ସିନା କଲେ, ମାତ୍ର ହୃଦୟଟାକୁ ହରାଇ ବସିଲେ। ଲୋକମାନଙ୍କୁ ସାଙ୍ଗରେ ନେବାକୁ ସେମାନଙ୍କୁ ମୋଟେ ଫୁରୁସତ ମିଳିଲା ନାହିଁ। ଭେଦ ବଢ଼ିଲା, ଅବଜ୍ଞା ବଢ଼ିଲା, ରାଜନୀତି ଦୁଷ୍ଟ ହେଲା, ଶାସନଟା ତସ୍କର ପାଲଟିଗଲା। ସାହିତ୍ୟ ମଧ୍ୟ ଭୀରୁ ହୋଇ ସେଇ ସାମନ୍ତମାନଙ୍କ ପଟେ ରହିଲା। କେତେକ ଅର୍ଥରେ ସାହିତ୍ୟରେ ସାମନ୍ତମାନଙ୍କର ଯୁଗ ଚାଲିଲା, ଗେହ୍ଲାପଣରେ ନିତାନ୍ତ ଅକର୍ମଣ୍ୟ ହୋଇଗଲା। ନୂଆ ଆହ୍ୱାନଗୁଡ଼ିକର ସାମନା କରିବାକୁ ଆଉ କୌଣସି ଅକଲ ରହିଲା ନାହିଁ। ପାଠୁଆମାନେ ସିଆଣିଆ ହେଲେ, ସିଆଣିଆ ହୋଇ ଅଧିକ ଠକିଲେ, ଅଧିକ ସହଜରେ ଅମିତ ଦଖ କ୍ଷମତା ହାସଲ କଲେ। ତେଣୁ, ଉପରକୁ ହଜାର ସଂଖ୍ୟାରେ ଯୋଜନା ହେଲେ ମଧ୍ୟ ଚଳୁଏ କଲ୍ୟାଣ ମଧ୍ୟ ତଳସ୍ତର ଯାଏ ଆସିପାରିଲା ନାହିଁ। ବନ୍ୟା, ବାତ୍ୟା ଆଦି ପ୍ରକୃତିର କୋପଗୁଡ଼ିକ ପାଇଁ ପ୍ରତିକାର ଆଉ କିଏ କରିଥାନ୍ତା? ବିଜ୍ଞାନର କୌଶଳ କେତେକ ମଣିଷଙ୍କୁ ବଡ଼ ଚାକିରି ଓ ମୋଟା ପଇସା ସିନା ଆଣିଦେଲା, ମଣିଷର କାମରେ ମୋଟେ ଲାଗିପାରିଲା ନାହିଁ। ଏମିତି ଏମିତି ପଚାଶ ବର୍ଷ ଅତିକ୍ରାନ୍ତ ହୋଇଗଲା। ସବୁ ହେଉଚି ହେଉଚି ବୋଲି କୁହାଗଲା ସିନା, ମାତ୍ର କିଛି ହେଲାନାହିଁ। ମୂଳଦୁଆ ବଡ଼ ଦୁର୍ବଳ ହୋଇ ରହିଗଲା। ଏବଂ, ମୂଳଦୁଆମାନେ ବନ୍ୟା ଓ ବାତ୍ୟା ଦ୍ୱାରା, ମରୁଡ଼ି ଓ ମହାମାରୀ ଦ୍ୱାରା ପ୍ରାୟ ନିୟମିତ ବିପନ୍ନ ହୋଇ ରହିଲେ। ବନ୍ୟା ଓ ବାତ୍ୟା, ମରୁଡ଼ି ଓ ମହାମାରୀ ଯଦି ଦୁର୍ଗତ ମନୁଷ୍ୟମାନଙ୍କର ଥରେ ମୋହଭଙ୍ଗ କରାଇ ଦେଇପାରନ୍ତା, ତେବେ କେବଳ ସେତିକି ଦ୍ଵାରା ମଧ୍ୟ କେତେ କ'ଣ ସମ୍ଭବ ହୋଇପାରନ୍ତା। ମୋହଭଙ୍ଗ ହୋଇଥିବାର ସର୍ବପ୍ରଥ ପ୍ରଥମ ଲକ୍ଷଣ ହେଉଛି ଯେ ବରାବର ପ୍ରାକୃତିକ ଦୁର୍ବିପାକମାନେ ପଡ଼ି ଏହି ଦେଶର କୋଟି କୋଟି ମଣିଷଙ୍କର ଦାରୁଣ ଅସହାୟତାକୁ ଆମକୁ ଆଖିରେ ଆଙ୍ଗୁଠି ପୂରାଇ ଦେଖାଇ ଯେ ଦେଉଛି, ଏହାକୁ ଆମେ ଆମ ସମସ୍ତଙ୍କ ନିମନ୍ତେ ଏକ ଲଜ୍ଜାର ବିଷୟ ବୋଲି ଅନୁଭବ କରନ୍ତେ। ନିର୍ଲଜ୍ଜମାନଙ୍କୁ ଲାଜ ମାଡ଼ିବା, ଏତିକି ମଧ୍ୟ ଏକ ଉଚିତ ପରିବର୍ତ୍ତନର ପ୍ରକ୍ରିୟାରେ ଆଦୌ ସାନକଥାଟିଏ ନୁହେଁ। ତଦ୍ଦ୍ୱାରା ଆମେ ସତକୁ ସତ ବୁଝିବାକୁ ଆରମ୍ଭ ମଧ୍ୟ କରନ୍ତେ ଯେ ଆମର ନାନା ଆଖିଦୃଶିଆ ସମାନ୍ନତା ଏବଂ ସଫଳତା ସତ୍ତ୍ୱେ ଆମେ ଅସଲ କ୍ଷେତ୍ରରେ ସତକୁ ସତ ବିଫଳତା ହିଁ ଅର୍ଜିଛୁ। ଆମେ ସବୁ ନାଗରିକଙ୍କୁ ଆଦୌ ନାଗରିକ ସ୍ୱୀକୃତି ଦେଇନାହୁଁ। ବଳୁଆମାନେ ଭାରି ଉଦ୍ଧତ ହୋଇ ମାଡ଼ିଯାଇଛୁ ଏବଂ ସର୍ବନିମ୍ନ ସ୍ତରଟି ଅତ୍ୟନ୍ତ ଦୁର୍ବଳ ହୋଇ ପଡ଼ିରହିଛି। ଆମର ରାଷ୍ଟ୍ରୀୟ ଖାତାମାନଙ୍କରେ ସେମାନଙ୍କୁ ସାଙ୍ଗରେ ନେଇ ପ୍ରାୟ କୌଣସି ହିସାବ ହୋଇନାହିଁ ଅଥବା ବିଚାର ମଧ୍ୟ କରାଯାଇନାହିଁ। ନେତୃତ୍ୱ ଅନୁପଯୁକ୍ତ ଏବଂ ଉଦ୍ଧତ ହୋଇଥିବାରୁ ହିଁ ଏପରି ହୋଇଛି। ଅନୁଗ୍ରହ ଦେଖାଇ ସବୁ କିଛିକୁ ଉପରୁ ମାଡ଼ିଦିଆଯାଇଛି। ଦେଶର ପୁନନିର୍ମାଣରେ ଅଧିକାଂଶ ମଣିଷଙ୍କୁ ଆଖି ଆଗରେ ରଖି ପ୍ରାୟ କିଛି ହେଲେ କରାଯାଇନାହିଁ। ସେମାନଙ୍କ ପରାମର୍ଶ ନିଆଯିବା ତ ଆହୁରି ଅଧିକ ଦୂରର କଥା। ଏହି ନେତୃତ୍ୱ ନବଦଳିଲେ କଦାପି ଦୁଃଖ ଯିବନାହିଁ।